'ମି: ଶତ୍ରୁଜିତ! ସ୍ନେହଲତାଠାରୁ ଯୋଉ ଧକ୍କା ମୁଁ ଖାଇଥିଲି, ସେଥିରେ ତା ପ୍ରତି ମୋ ମନରେ ପ୍ରତିହିଂସା ସୃଷ୍ଟି ହେବର ସ୍ୱାଭାବିକ। କିନ୍ତୁ ସେହି ପ୍ରତିଶୋଧ ତା'ର ଜୀବନ ପ୍ରବାହରେ କୌଣସି ବାଧା ସୃଷ୍ଟି କରିବା ଭଳି ନ ଥିଲା। ' 'ଆଉ ସେଇଥିପାଇଁ ଆପଣ ଏଇ ଘଟଣା ପ୍ରତି ଆକୃଷ୍ଟ ହେଇଥିଲେ? ' ହଠାତ୍ ଶତ୍ରୁଜିତ ପ୍ରଶ୍ନ କରିଉଠିଲେ। 'ନା, ଅନନ୍ତ ଦାସଙ୍କ ମୃତ୍ୟୁ ରହସ୍ୟ ତଦନ୍ତ କରିବାପାଇଁ ମୁଁ ନିଯୁକ୍ତ ହେଇଥିଲି। ' 'ମାନେ ମିସେସ ପାତ୍ରଙ୍କ ଦ୍ୱାରା? ' 'ନା, ମାଳିନୀ ଦେବୀଙ୍କ ତରଫରୁ। ମାଳିନୀଙ୍କର ସ୍ୱାମୀ ମୋର କ୍ଳାସ୍ମେଟ୍। ଆଉ ସେହିହିଁ କେବଳ ମୋର ଶ୍ରୁଭେଚ୍ଛୁ ବନ୍ଧୁ ଯେ ମୋତେ ଫରେନ୍ ଯିବାକୁ ଅନୁରୋଧ କରିଥିଲେ। ଆଉ ଏମିତି ସଂଯୋଗ ମୋର କର୍ମକ୍ଷେତ୍ରରେ ପ୍ରବଶେ କରିବାର ସର୍ବପ୍ରଥମେ ହିଁ ତାଙ୍କର ଅନୁରୋଧ ରକ୍ଷା କରିବାକୁ ପଡ଼ିଥିଲା। କେବଳ ସେ ଅନୁରୋଧ ଯେ କରିଥିଲେ ତାହା ନୁହେଁ, ସେଥିପାଇଁ ପାଞ୍ଚହଜାର ଟଙ୍କା ପାରିଶ୍ରମିକ ମଧ୍ୟ ସେ ଦେଇସାରିଛନ୍ତି। ' ସୁବ୍ରତବାବୁ କହିଲେ। 'ତା' ହେଲେ ପ୍ରଥମରୁ ଏଇ ମୃତ୍ୟୁ ବିଷୟରେ ସେମାନଙ୍କ ମନରେ ସନ୍ଦେହ ଆସିଥିଲା-? ' 'ଆଜ୍ଞା! ମାଳିନୀ ଆଉ ତାଙ୍କର ସ୍ୱାମୀ ଅନନ୍ତ ଦାସଙ୍କର ଚିତ୍କାର ଶୁଣି ଆସିବା ସଙ୍ଗେ ସଙ୍ଗେ ତାଙ୍କ ପୂର୍ବରୁ କ୍ଷିପ୍ର ବେଗରେ ସେଇ କୋଠରି ଭିତରକୁ ଆସିଥିବା ସ୍ନେହ ସେଠାରୁ ଗୋଟାଏ ଗ୍ଳାସ ଉଠାଇ ବାହାରକୁ ଫିଙ୍ଗିଦେଇଥିବାର ସେମାନେ ଦେଖିଥିଲେ। ଆଉ ଚଟାଣରେ ପଡ଼ିଥିବା ପାଣିକୁ ମଧ୍ୟ ସ୍ନେହ ତା'ର ପଣତକାନିରେ ପୋଛିଦେଇଥିଲା। ଜୟନ୍ତୀ ସହ ସ୍ନେହର ସହଯୋଗରେ ଏଭଳି ହତ୍ୟାକାଣ୍ଡ ହେଇପାରିଥାଏ ବୋଲି ସେମାନେ ମୋତେ ଜଣାଇଥିଲେ। ' 'କିନ୍ତୁ ଏ ସମ୍ବାଦ ତ ସେମାନେ ପୋଲିସକୁ ଦେଇପାରିଥାଆନ୍ତେ? ' 'ମୋର ଯେତେଦୂର ଧାରଣା, ମାଳିନୀ ଦେବୀ ସ୍ନେହକୁ ଖୁବ୍ ଭଲ ପାଉଥିଲେ। ଆଉ ଯେତେବେଳ ପର୍ଯ୍ୟନ୍ତ ତାଙ୍କ ସନ୍ଦେହଟା ସତ୍ୟ ବୋଲି ପ୍ରମାଣିତ ନ ହୋଇଛି, ସେତେବେଳ ପର୍ଯ୍ୟନ୍ତ ସିଧାସଳଖ ଭାବରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସେ ପ୍ରସ୍ତୁତ ନ ଥିଲେ-। ' 'ବୁଝିଲି। ' କିଞ୍ଚିତ୍ ଗମ୍ଭୀରତା ସହକାରେ ଶତ୍ରୁଜିତ କହିଲେ। ତା'ପରେ ପୁରି ଖଣ୍ଡିଏ ସିଗାରେଟରେ ଅଗ୍ନି ସଂଯୋଗ କରୁ କରୁ କହିଲେ, 'ତା'ହେଲେ ଆପଣ ଦୁଇଜଣଙ୍କୁ ଆଖି ଆଗରେ ରଖି ଏଇ ତଦନ୍ତ ଚଳାଉଥିଲେ? ' 'ହଁ, ଏଇ ଜୟନ୍ତୀ ଯେ କିଏ ତାହା ପଚାରି ମଧ୍ୟ ତାଙ୍କ ପାଖରୁ କୌଣସି ଉତ୍ତର ପାଇ ନ ଥିଲି। ବରଂ ସେ ମୋତେ ତା ବିଷୟରେ ତଥ୍ୟ ସଂଗ୍ରହ କରିବାକୁ ଅନୁରୋଧ କରିଥିଲେ। ' 'ଆଉ ସ୍ନେହଲତା? ' ସୁବ୍ରତଙ୍କ ମୁଖମଣ୍ଡଳରେ ଭାବାନ୍ତର ସୃଷ୍ଟି ହେଲା। ଗମ୍ଭୀର ଭାବରେ ସେ କହିଲେ,'ମୁଁ ଫରେନରୁ ଫେରିବା ପରେ ସେ ଆପେ ଆପେ ଯାଇ ମୋ ପାଖରେ ପହଞ୍ଚିଥିଲା। ତା'ର କୃତକର୍ମ ପାଇଁ କ୍ଷମା ମାଗିଥିଲା। ଆଉ ସେ ଯେ ସେଇଥିପାଇଁ କୋଉ ଭଳି ଶାସ୍ତି ଭୋଗୁଛି ତାହା ବର୍ଣ୍ଣନା କରିଥିଲା। ' 'ମାନେ? ' 'ସେସବୁ ଛଳନାରେ ଯେ ପରିପୂର୍ଣ୍ଣ ଏଥିରେ ସନ୍ଦେହ ନ ଥିଲା। ମୁଁ ସେତେବେଳକୁ ଖୁବ୍ ଗୋପନରେ ଅନନ୍ତ ଦାସଙ୍କ ହତ୍ୟା ବିଷୟରେ ତଦନ୍ତ ଆରମ୍ଭ କରିସାରିଥିଲି। ତେଣୁ ତାର ଅନୁରୋଧକୁ ଉପେକ୍ଷା କରିବା ଅପେକ୍ଷା ସେଇ ସୁଯୋଗରେ ଏ ବିଷୟରେ କିଛି ତଥ୍ୟ ଜାଣିବାଟା ମୋ ନିକଟରେ ପ୍ରୟୋଜନୀୟ ହୋଇପଡ଼ିଥିଲା। ମୋତେ ବିଶ୍ୱାସ କରନ୍ତୁ ମି: ଶତ୍ରୁଜିତ,ତା' ପ୍ରତି ମୋର ଦୁର୍ବଳତା ସେହି ଦିନ